ପୁଣି ଲେନା ସୁନ୍ଦରୀ, ଅବିବାହିତା, ତା'ର ସେ ହସହସ ମୁଖ ଓ ଢଳଢଳ ଆଖିରେ କିଏ ଝାସ ନ ଦେବ? ଏଣେ ଆଲେସ୍କି ସୁନ୍ଦର, ବଳିଷ୍ଠ, ଉଚ୍ଚ କର୍ମରେ ନିଯୁକ୍ତ। ଜୀବନରେ ସେ ଭଳି ଲୋକକୁ ସ୍ୱାମୀ ଭାବରେ ପାଇବାକୁ କିଏ ବା ଲାଳାୟିତ ନ ହେବ? ଲେନା ଯଦି ଏ ଦିଗରେ ଆଗେଇ ପାରିଥାଏ, ତେବେ ସେଥିରେ ଆଶ୍ଚର୍ଯ୍ୟ ହେବାର କ'ଣ ଅଛି? ଲେନା ତ ଜାଣିନି ଯେ ମୁଁ ଆଲେସ୍କିଙ୍କୁ ଏତେ ଭଲ ପାଏ। ତେଣୁ ସେ ପରିସ୍ଥିତିରେ ଲେନାକୁ ଦୋଷ ଦେଇ ଲାଭ କଅଣ? ଲେନା ଯେତେବେଳେ ତା'ର ପ୍ରେମଅର୍ଘ୍ୟ ଢାଳି ଦେଇଥିବ ଆଲେସ୍କିଙ୍କ ପାଦପଦ୍ମରେ, ଆଲେସ୍କି ପ୍ରତ୍ୟାଖ୍ୟାନ କରିଥିଲେ ସିନା ଲେନା ସେ ପଥରୁ କ୍ଷାନ୍ତ ହୋଇଥାନ୍ତା। ଆଲେସ୍କି ଯଦି ନିଜର ଦୁର୍ବଳତାବଶତଃ ସେତକ କରି ପାରି ନ ଥାନ୍ତି ଏବଂ ଲେନା ଯଦି ସେ ଦିଗରେ ବେଶୀ ଆଗେଇ ଯାଇଥାଏ, ତେବେ ତାକୁ ଦୋଷ ଦେଇ ଲାଭ କଅଣ? ଏହାକୁ ମୋ ନିଜର ଭାଗ୍ୟଫଳ ବୋଲି ନ ଭାବି ବା କାହିଁକି? ଲେନା ଓ ଆଲେସ୍କିଙ୍କ ଭିତରେ ଯଦି ଏହି ପ୍ରେମ ଖୁବ୍ ଗାଢ଼ତର ହୋଇ ନ ଥାନ୍ତା, ତେବେ ମୁଁ ଆଜି କ'ଣ ସେମାନଙ୍କୁ ସେଭଳି ଅବସ୍ଥାରେ ଦେଖିବାକୁ ପାଇଥାନ୍ତି? ' ଏହି କଥା ଭାବୁଁ ଭାବୁଁ ପୁଣି ଆଉ ଏକ ପ୍ରଶ୍ନ ମେରିନାର ମନରେ ଉଠିଲା, 'ଆଲେସ୍କି ଯଦି ଲେନାକୁ ପ୍ରକୃତରେ ଭଲ ପାଉଥାନ୍ତେ ଓ ସେମାନଙ୍କର ଏହି ପ୍ରେମ ଯଦି ଖୁବ୍ ଗାଢ଼ତର ହୋଇଥାନ୍ତା, ତେବେ ଲେନାର ସେଭଳି ଅବସ୍ଥାରେ ଆଲେସ୍କି ତ ତାହାକୁ ଆଲିଙ୍ଗନ କରି ଧରିଥାନ୍ତେ? କିନ୍ତୁ ତା'ପରିବର୍ତ୍ତରେ ଲେନା କେବଳ ଆଲେସ୍କିଙ୍କ କୋଳରେ ଝୁଲିପଡ଼ିଥିଲା କାହିଁକି-? ଲେନା ସେତେବେଳେ ଯେଉଁ ଦୁର୍ବଳ ଅବସ୍ଥାରେ ଥିଲା, ଆଲେସ୍କିଙ୍କର ତା'ପ୍ରତି ପୂର୍ବରୁ କିଛି ଦୁର୍ବଳତା ଥିଲେ, ସେତ ଆହୁରି ଆଗେଇଯାଇ ପାରିଥାନ୍ତେ! ତାହେଲେ କ'ଣ? ' ଏଭଳି ଶତ ଶତ ପ୍ରଶ୍ନର ବିରାଟ ଗୋଲକଧନ୍ଦା ଭିତରେ ମେରିନା କୌଣସି ସିଦ୍ଧାନ୍ତରେ ପହଞ୍ଚି ନ ପାରି ପ୍ରଶ୍ନରୂପକ ସାଗରରେ ଥଳକୂଳ ନ ପାଇ ଏପଟ ସେପଟ ହୋଇ ଭାବିବାକୁ ଲାଗିଲା। ହଠାତ୍ ଦୁଆରେ କାହାର ଠକ୍ ଠକ୍ ଶବ୍ଦରେ ମେରିନାର ଚିନ୍ତାର ଖିଅ ଛିଡ଼ିଗଲା। ସେ ଆଖିରୁ ଲୁହତକ ପୋଛିଦେଇ ଦୁଆର ଖୋଲିଦେଲା। ଦୁଆର ମୁହଁରେ ହସହସ ମୁହଁରେ ଠିଆ ହୋଇଥିଲା ଲେନା। କୋଠରି ଭିତରକୁ ପଶିଆସି କହିଲା–''ମୁଁ ଏଲିନାଠାରୁ ଶୁଣିଲି ତୁମେ। ଆଲେସ୍କିଙ୍କୁ ଦେଖାକରିବାକୁ ଯାଇ ଫେରିଆସିଲ? ମୁଁ ଭିତରେ ଥିଲି ବୋଲି ତୁମର କ'ଣ କିଛି ଅସୁବିଧା ହେଲା ଭଉଣୀ? କଲିଙ୍ଗ୍ ବେଲ୍ ଚିପିଥିଲେ ତ ମୁଁ ବାହାରି ଆସିଥାନ୍ତି। '' ମେରିନା ନିଜ ହୃଦୟର ବେଦନାକୁ ଚପାଇ ମୁହଁରେ କୃତ୍ରିମ ହସ ଫୁଟାଇ କହିଲା, ''ନାଇଁ ଭଉଣୀ, ମୁଁ ପଶିଯାଉଥିଲି, ହଠାତ୍ ଦୁଆରମୁହଁ ପାଖରେ ମୋର ମନେ ପଡ଼ିଗଲା ଯେ ମୁଁ ଯେଉଁ ବିଷୟ ସମ୍ବନ୍ଧରେ ଡିରେକ୍ଟରଙ୍କ ସହିତ କଥାବାର୍ତ୍ତା କରିବାକୁ ଯାଉଥିଲି ତତ୍ସମ୍ବନ୍ଧୀୟ କାଗଜପତ୍ର ମୋ ରୁମ୍ରେ ଛାଡ଼ିଯାଇଛି। ତେଣୁ ଭିତରକୁ ନ ଯାଇ ଦୁଆରୁ ଫେରିଆସିଲି ସେଗୁଡ଼ିକୁ ନେଇଯିବାପାଇଁ। ଆସି ରୁମ୍ରେ ପଶିଛି କି ନାହିଁ, ହଠାତ୍ ମୋ ଆଖିଟା କାହିଁକି ଭାରି ଜୋରରେ କୁଣ୍ଡାଇ ହେବାକୁ ଲାଗିଲା। ମୁଁ ତ ସେତିକି ବେଳୁ ବିଛଣାରେ ପଡ଼ିଯାଇଛି। '' ''ମୋର ଆଜି ଠିକ୍ ସେଇ ଅବସ୍ଥା ହେଲା ଭଉଣୀ। ଡିରେକ୍ଟରଙ୍କ ଅଫିସରେ ଆଜି ଆମ ସମ୍ମିଳନୀ ସରିଯିବା ପରେ, ମୁଁ